ଏତକ ଏକନିଶ୍ୱାସରେ କହିସାରି ଛାୟା ଦୀର୍ଘ ନିଶ୍ୱାସ ତ୍ୟାଗ କଲା। ଟେବୁଲ ଉପରେ ଥିବା ପେପରଓ୍ୱେଟ୍ଟାକୁ ଘୁରାଇ ଘୁରାଉ ଶତ୍ରୁଜିତ୍ କହିଲେ । ଆଗ୍ରାରୁ ଆସି ଜଣେ ଓଡ଼ିଆ ମହିଳା ଏଠା ରୟଲ ହୋଟେଲରେ ଅବସ୍ଥାନ କରି ମୋର ଅର୍ଥାତ୍ କୁମାରୀ ଛାୟାଙ୍କ ନିକଟରେ ଉପସ୍ଥିତ ହେବାର କାରଣଟା ତ କଣ ମୁଁ ଜାଣିପାରିଲି ନାହିଁ? କୁମାରୀ ଛାୟାକୁ ତା'ର ବିବାହର ଭେଟି ଦେବାପାଇଁ ସେ ଆସିନାହାନ୍ତି। ସେ ଆସିଛନ୍ତି ଏକମାତ୍ର ଖ୍ୟାତନାମା ଗୋଏନ୍ଦା ଶତ୍ରୁଜିତଙ୍କ ପାଖକୁ। ବିଷୟଟା ଖୁବ୍ ଗୁରୁତର। ଆଉ ଏକାନ୍ତ ଗୋପନୀୟ। ଅର୍ଥାତ୍ ଶତ୍ରୁଜିତଙ୍କ ବ୍ୟତୀତ ସେ ଆଉ କାହାରିକୁ କହିବାକୁ ଚାହାନ୍ତି ନାହିଁ। ଭଦ୍ରମହିଳା ଡ୍ରଇଂ ରୁମର ସୋଫାସେଟ ଉପରେ ନ ବସି ଇତସ୍ତତଃ ଭାବରେ ପଦଚାରଣା କରୁଛନ୍ତି । ଆଉ ସାମାନ୍ୟ ବିଳମ୍ବ ହେଲେ ଏଠାକାର ନିୟମ ଭଙ୍ଗ କରି ସେ ହୁଏତ ସିଧା ଏଇଠାରେ ବିରାଜମାନ ହୋଇଯିବେ। ଅର୍ଥାତ୍ ତାଙ୍କ ନାମ ଶ୍ରୀମତୀ ଚନ୍ଦ୍ରବତୀ ଦାସ। ଆସିଛନ୍ତି ଆଗ୍ରାରୁ ବର୍ଣ୍ଣ ଶ୍ୟାମଳ ହେଲେ ବି ଦେଖିବାକୁ ସୁନ୍ଦରୀ। ମୁଖମଣ୍ତଳଟି ବିଶେଷ ଚମତ୍କାର। ଶତ୍ରୁଜିତ୍ ନ୍ଦ୍ରାବତୀର ପ୍ରଶଂସା ଶୁଣି ଛାୟା କ୍ରୋଧରେ କହିଲା ବେଶ୍ ଏଠାକୁ ପଠାଇ ଦେଉଛି। କିନ୍ତୁ ଆଜି ସନ୍ଧ୍ୟା ଛଅଟାରେ ପ୍ରୋଗ୍ରାମ ଯେମିତି କାନସେଲ ନ ହୁଏ! ଶତ୍ରୁଜିତଙ୍କ ଉତ୍ତରକୁ ଅପେକ୍ଷା ନ କରି ପୁସିଙ୍ଗ୍ ଡୋର ଖୋଲି ଛାୟା ସେ କୋଠରିରୁ ବାହାରିଗଲା। କେତେକ ମୁହୂର୍ତ୍ତ ପରେ ପୁଣି ସୁଇଂ ଡୋର ଖୋଲିଗଲା। ଛାୟାବର୍ଣ୍ଣିତ ଶ୍ରୀମତୀ ଚନ୍ଦ୍ରବତୀ ଦାସ ହାତରେ ଭେନିଟି ବ୍ୟାଗ ଧରି ଭିତରକୁ ଆସୁ ଆସୁ ନମସ୍କାର ଜଣାଇଲେ। ପ୍ରତିନମସ୍କାର ଜଣାଇ ଶ୍ରୀମତୀ ଦାସଙ୍କୁ ଆସନ ଗ୍ରହଣ କରିବାକୁ ଅନୁରୋଧ କଲେ ଶତ୍ରୁଜିତ୍। ତାହାରି ଭିତରେ ତାଙ୍କର ସତର୍କ ଚକ୍ଷୁ ଶ୍ରୀମତୀ ଦାସଙ୍କ ଉପରୁ ବାରମ୍ବାର ଫେରିସାରିଥିଲା। ମୁଁ ଶୁଣିଲି, ଆପଣ ଆଗ୍ରାରୁ ସିଧାସଳଖ ଏଇଠିକୁ ଆସିଛନ୍ତି? ହଁ, ଆପଣଙ୍କ ପାଖକୁ ଆସିବା ବ୍ୟତୀତ ମୋର ଆଉ ଉପାୟ ନ ଥିଲା। ତେବେ ମୋର କୌଣସି ନିଜସ୍ୱ କାମ ନେଇ ମୁଁ ଆପଣଙ୍କ ପାଖକୁ ଆସିନାହିଁ। ତା ହେଲେ ଶ୍ରୀମତୀ ଦାସ ଟିକିଏ ରହିଲେ। ତା ପରେ କହିଲେ ମୋର ଜଣେ ବାନ୍ଧବୀଙ୍କ କାତର ଅନୁରୋଧ ଉପେକ୍ଷା ନ କରି ମୋତେ ଏଠାକୁ ଆସିବାକୁ ପଡ଼ିଲା। ସେ ଏଭଳି ଏକ ପରିସ୍ଥିତି ଭିତରେ ପଡ଼ିଯାଇଛନ୍ତି ଯେ ସେଇ ପରିସ୍ଥିତି ପାଇଁ ତାଙ୍କ ପରିବର୍ତ୍ତେ ଆପଣଙ୍କୁ ଆସିବାକୁ ପଡ଼ିଲା? ଆପ ତତଃ ଆପଣଙ୍କ କଥା ଅନେକାଂଶରେ ଠିକ୍। ସେ ଏଇ ପରିସ୍ଥିତି ପାଇଁ ଏଭଳି ମର୍ମାହତ ହୋଇପଡ଼ିଛନ୍ତି ଯେ କିନ୍ତୁ ଆପଣ ଦେଖନ୍ତୁ, ପ୍ରଥମରୁ ମୁଁ ଆପଣଙ୍କୁ କୋହୁଛି ।ଏ ଘଟଣା ସହିତ ମୋର କୌଣସି ସମ୍ପର୍କ ନାହିଁ। ତେବେ ମୋର ବାନ୍ଧବୀଙ୍କ ଅନୁରୋଧରେ ତାଙ୍କ ତରଫରୁ ମୁଁ ଆପଣଙ୍କ ନିକଟକୁ ଆସିଛି। ସେମାନଙ୍କର ଏଇ ଘଟଣା ଭିତରେ ମୁଁ ସଂପୃକ୍ତ ହୋଇପଡ଼େଁ ଏ କଥା ମୁଁ ଚାହେ ନାହିଁ। ମୋର ବିଶ୍ୱାସ, ଆପଣ ମୋର ଏଇ ମତେ ସହିତ ଏକମତ ହେବେ। ଶତ୍ରୁଜିତ୍ କିଛି ସମୟ ସ୍ଥିର ଦୃଷ୍ଟିରେ ଶ୍ରୀମତୀ ଦାସଙ୍କୁ ଅନାଇ ରହିଲେ। ଶ୍ରୀମତୀ ଦାସ ଠିକ୍ ସେତିକିବେଳେ ତାଙ୍କର ଭେନିଟି ବ୍ୟାଗ ଖୋଲି ଦଶଟଙ୍କିଆ ନୋଟରେ ଗୋଟାଏ ବଣ୍ତଲ ଟେବୁଲ ଉପରେ ରଖି କହିଲେ ।ଏଥିରେ ଦେଢ଼ହଜାର ଟଙ୍କା ରହିଚି। ମୋର ବାନ୍ଧବୀ ଏଇ ଟଙ୍କା ଆପଣଙ୍କୁ ଦେବାପାଇଁ କହିଛନ୍ତି। କିନ୍ତୁ କାହିଁକି? କେବଳ ତାଙ୍କୁ ତଥା ତାଙ୍କର ସ୍ୱାମୀଙ୍କୁ ଭବିଷ୍ୟତ ଦୁର୍ନାମରୁ ରକ୍ଷା କରିବା ସଙ୍ଗେ ସଙ୍ଗେ ଏକ ସରଳା ଝିଅକୁ ପତନ ମୂଖରୁ ଉଦ୍ଧାର କରିବାକୁ। ମୁଁ ଆପଣଙ୍କ କଥା ଠିକ୍ଭାବରେ ବୁଝିପାରିଲି ନାହିଁ। ଶ୍ରୀମତୀ ଦାସ କିଛି ନ କହି ଭେନିଟି ବ୍ୟାଗ ଖୋଲିଲେ। ତା ଭିତରୁ ବଷ୍ଟ୍ ସାଇଜର ଏକ ଫଟୋଗ୍ରାଫ୍ ବାହାରକରି ଶତ୍ରୁଜିତଙ୍କ ହାତକୁ ବଢ଼ାଇଦେଲେ। ଫଟୋଗ୍ରାଫ୍ ଉପରେ ଦୃଷ୍ଟି ପଡ଼ିବା ସଙ୍ଗେ ସଙ୍ଗେ ସତ୍ରୁଜିତ୍ମୂଖମଣ୍ତଳ ସଂକୁଚିତ ।ହୋଇଆସିଲା। ଆଉ ଚକ୍ଷୁ ଦୁଇଟା ଫଟୋଗ୍ରାଫ୍ ଉପରେ ଲାଗିରହିଲା। କୌଣସି ଏକ ନୃତ୍ୟର ବିଶେଷ ଭଙ୍ଗୀରେ ତରୁଣୀଟିର ଫଟୋଗ୍ରାଫ୍ ନିଆଯାଇଛି। ଶରୀରର ଅର୍ଦ୍ଧାଧିକ ଭାଗ ସମ୍ପୂର୍ଣ୍ଣ ଉଲଗ୍ନ। ଦେହର ଯୌବନଶ୍ରୀ ସୂକ୍ଷ୍ମ ବସ୍ତ୍ର ଭେଦ କରି ପ୍ରକାଶମୂଖୀ ହେବାପାଇଁ ଯେପରି ଉଦ୍ବିଘ୍ନ ହୋଇପଡ଼ିଛି। ତରୁଣୀଟି ସୁ ସୁଶ୍ରୀସୁନ୍ଦରୀ। ଫଟୋଗ୍ରାଫ୍ଟିକୁ ନିଜଆଡ଼କୁ ଢଳାଇ ଆସଟ୍ରେ ଉପରେ ରଖିଲେ ଶତ୍ରୁଜିତ୍। ତା ପରେ ଶ୍ରୀମତୀ ଦାସଙ୍କୁ ଅନାଇ କହିଲେ—କିନ୍ତୁ ଏଇ ନର୍ତ୍ତକୀ ସହିତ ଆପଣଙ୍କର ବାନ୍ଧବୀଙ୍କର ସମ୍ପର୍କ କଣ? ନିଜର ଏକମାତ୍ର ଝିଅ।